କିଛି ବା କାହାକୁ ଭଲ ପାଇଲେ ଯେପରି ସେଇଟାକୁ ମୋଟେ ପ୍ରମାଣ କରିହୁଏ ନାହିଁ ଅଥଚ ସେହି ଅନୁସାରେ ଜୀବନ ବଞ୍ଚିହୁଏ, ଏକଥାଟି ଠିକ୍ ସେହିପରି। ଦେଶକୁ ଭଲ ପାଇହୁଏ, ଦେଶ ପାଇଁ ବଞ୍ଚିହୁଏ। ସମ୍ଭବତଃ ସେହିଭଳି ଏକ କାରଣରୁ ଜାତୀୟତାବାଦୀ ଯୁଗରେ ଭାରତବର୍ଷର କେତେକ ମନୀଷୀ ଦେଶକୁ ଜନନୀ ବୋଲି ଘୋଷଣା କରିଥିଲେ ଏବଂ ସେହି ଜନନୀଙ୍କର ପ୍ରତିମା ଗଢ଼ି ପୂଜା କରିବା ଲାଗି ପରାମର୍ଶ ଦେଇଥିଲେ। ଆମେ ସମସ୍ତେ ଏହି ଦେଶର ଜଣେ ଜଣେ ସନ୍ତାନ, ଏହି ଅନୁଭବଟି ମଧ୍ୟରେ କେତେ କଣ ଅର୍ଥ ଯେ ଭରି ରହିଛି, ଅଧିକ ରୁ ଅଧିକ ଗଭୀରକୁ ଯାଇ ପାରିଲେ ଆମକୁ ତାହାର ଯଥାର୍ଥ ବାରତାଟି ଅବଶ୍ୟ ମିଳିଯିବ। ଦେଶ ପାଇଁ ସହିଦ ହେବା ସିଏ ଏକ ଭାଗ୍ୟର କଥା। ନିଜର ଦେଶଟି ଯେଉଁସବୁ ମାନବମୂଲ୍ୟର ସନ୍ତକ ବା ପ୍ରତୀକ ହୋଇ ରହିଛି, ସେଗୁଡ଼ିକୁ ନିଜ ଜୀବନରେ ଅଥବା ନିଜର ନିକଟତମ ସମୂହରେ ବଞ୍ଚି ପାରିବାର ପ୍ରୟାସ କରି ସହିଦ ହେବା, ଏଇଟି ମଧ୍ୟ ଏକ ଭାଗ୍ୟର କଥା। ଦେଶ ପାଇଁ ଯୁଦ୍ଧ କରି ପ୍ରାଣବଳି ଦେବା, ଏକଥା ମଧ୍ୟ ସମସ୍ତଙ୍କ ଜୀବନରେ କଦାପି ଘଟେ ନାହିଁ। ଅତ୍ୟନ୍ତ ଅଳ୍ପ ବ୍ୟକ୍ତି ତାହା କରିପାରନ୍ତି। ଅବଶ୍ୟ ଅଧିକତର ସଂଖ୍ୟାରେ ଅନ୍ୟ ମନୁଷ୍ୟମାନେ ତାହାକୁ ବା ସେମାନଙ୍କୁ ସ୍ମରଣ କରନ୍ତି। ସ୍ମରଣ କରିବା ଲୋକେ ଯେ ସମସ୍ତେ ସ୍ଵୟଂ ସହିଦ ହେବାଲାଗି ଯୋଗ୍ୟତା ଅର୍ଜନ କରିଥାନ୍ତି, ସେକଥା ଆଦୌ ନୁହେଁ। ସେହି କଥାଟିକୁ ସମସ୍ତଙ୍କ ଠାରୁ ଦାବି ମଧ୍ୟ କରାଯାଇ ପାରିବ ନାହିଁ। ଅଳପ ବିପଦକୁ ବରଣ କରନ୍ତି, ବହୁତ ତାଳି ଦିଅନ୍ତି, ଅଳ୍ପ ସହିଦ ହୁଅନ୍ତି, ଅଧିକ ସ୍ମରଣ କରନ୍ତି, ଝୁରନ୍ତି ଓ ଭାବ ଉତ୍କ୍ଷେପିତ ହୋଇ କେତେ କଣ କହନ୍ତି। ସତେ ଅବା ଏକ ସମଧପ୍ରି ସମଧର୍ମିତା ଅନୁଭବ କରୁଥାଏ। ଭାବଟି ଥାଏ, ମାତ୍ର ସମସ୍ତେ ସମାନ ଭାବରେ ଗତିଶୀଳ ହୋଇପାରନ୍ତି ନାହିଁ। ଆମ ଭିତରେ ନାନା କାରଣରୁ ପଡ଼ିକରି ରହିଥିବା ଗୁଡ଼ିଏ ଗଣ୍ଡି ଆମକୁ ସଦାକୁଣ୍ଡିତ ଏବଂ ଅମଙ୍ଗ କରି ରଖିଥାଏ। ବସ୍ତୁତ୍ୟ ବସ୍ତୁତଃ ଆମ ଜୀବନର ଯାବତୀୟ ସଂଗ୍ରହ ସେତିକିବେଳେ ସାର୍ଥକ ହୁଅନ୍ତି, ଯେତେବେଳେ ଆମେ ଆପଣାକୁ ଅକୁଣ୍ଠିତ ଭାବରେ ଦେଇଦେବା ପାଇଁ ରାଜି ହୋଇଯାଉ। ଯାବତୀୟ ଅ ଆତ୍ମସଂଗ୍ରହ ପରିଶେଷରେ ଏକ ଆତ୍ମନିବେଦନରେ ହିଁ ପରିପୂର୍ଣ୍ଣତା ଲାଭକରେ। ମାତ୍ର, ସମସ୍ତେ ଏହି ପୃଥିବୀରେ ସେପରି ଭାଗ୍ୟବନ୍ତ ହୋଇ ବଢ଼ିବାର ସୁଯୋଗ ପାଇନଥାନ୍ତି ଏବଂ ସେଥିଲାଗି ନାନା ଭୟ ଆମକୁ ବେଳେବେଳେ ଭାରି ଅପାକଳ କରି ରଖିଦେଇଥାଏ। ଆମର ଘର ଭର୍ତ୍ତି ହୋଇ ରହିଥାଏ, ମାତ୍ର ଆମେ କାମରେ ଲାଗି ପାରୁନାହିଁ। ଡାକ ଆସେ ଓ ବାରବାର ଲେଉଟିଯାଏ। ଠିକ୍ ଏହି କଥାଟି ପୃଥିବୀରେ ଅଧିକାଂଶଙ୍କର ଜୀବନରେ କାହିଁକି ଘଟେ କେଜାଣି? ହୁଏତ ତାହା ହିଁ ହେଉଛି କାରଣ, ଯେଉଁଥି ସକାଶେ ଆଉ କିଏ ନିଜକୁ ଅକୃପଣ ଭାବରେ ଦେଇପାରିଲେ ଆମ ନିଜ ଭିତରେ ମଧ୍ୟ ଶିହରଣ ଜାତହୁଏ, ଆମ ବେଢ଼ା ଭିତରେ ସତେଅବା ବହୁଦିନରୁ ବନ୍ଦ ବନ୍ଦ ହୋଇ ରହିଥିବା ଦୁଆରଟା ଧଡ଼ କରି ଖୋଲିଯାଏ। ଆପଣା କିଛି ପରିମାଣରେ ପବିତ୍ର ବୋଲି ମନେ ହୋଇଥାଏ। ଯିଏ ଗଲା ପ୍ରାଣବଳି ଦେଲା, ସିଏ ଆମ ସମସ୍ତଙ୍କ ତରଫରୁ ଗଲା ବୋଲି ଅନୁଭବ ହୁଏ। ଆମର ଏକାନ୍ତ ଆପଣାର ବୋଲି ଅନୁଭବ ହୁଏ। ନଦୀର ଅନତିଦୂରରେ ଅବସ୍ଥିତ ଥିବା ଗାଡ଼ିଆଟିଏ ହୁଏତ ଏହିଭଳି ଅନୁଭବ କରୁଥିବ। ନିଜ ଭିତରେ ମଧ୍ୟ ନଈଟିଏ ରହିଛି ବୋଲି ଭାରି ଅକୃପଣ ଭାବରେ ଅନୁଭବ କରୁଥିବ। ହୁଡ଼ାଗୁଡ଼ାକ କାହାର ଶକ୍ତିବଳରେ ଭାଙ୍ଗିଯିବା ପରି ବଧ ହେଉଥିବ। ସତେ ଅବା ଏକ ପୂର୍ଣ୍ଣ ପଙ୍କୋଦ୍ଧାରର ଅନୁଭବ ଆଣି ଦେଉଥିବ। ସେମାନେ ଆମକୁ ମଧ୍ୟ